ସତୁରି ମସିହାରେ ପାଞ୍ଚ ଲକ୍ଷ ଅର୍ଥ ଏବେକାର ପଚାଶ ଲକ୍ଷ! ସେତେବେଳେ ପାଞ୍ଚ ଲକ୍ଷ ଟଙ୍କା ଯୋଗାଡ଼ କରିବା କିଛି କମ୍ କଷ୍ଟ କଥା ନଥିଲା। ପୁଣି କାମଟା ସେପ୍ଟେମ୍ବର କିମ୍ବା ଅକ୍ଟୋବର ଭିତରେ ଆରମ୍ଭ କରିବା ଥିଲା ଜରୁରୀ। ମୁଁ ଅର୍ଥ ଚିନ୍ତାରେ ବିବ୍ରତ ହୋଇ ପଡ଼ିଥିଲି। ସେ କହିଥିଲା। ମୁଁ ରଣଜିତ୍‌ର କଥା ମନଯୋଗ ସହକାରେ ଶୁଣିବା ପାଇଁ ସୋଫାଠୁ ଉଠିଯାଇ ଟେପ୍‌ରେକର୍ଡରର ମ୍ୟୁଜିକ୍ ବନ୍ଦ କରି ଦେଇ ଆସିଲି। ସେ ତା' ଗିଲାସରୁ ଆଉ ଢୋକେ ହ୍ୱିସ୍କି ନେଉ ନେଉ କହିଲା, 'ସେଇ ପ୍ରଥମ ଥର ପାଇଁ ମୁଁ ମୋର ମାନ ଅଭିମାନକୁ ଜଳାଞ୍ଜଳି ଦେଇ କଳ୍ପନାର ବାପାଙ୍କ ଦ୍ୱାରସ୍ଥ ହୋଇଥିଲି।' ରଣଜିତ୍‌ର କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। କାରଣ ସେ କଳ୍ପନାର ବାପାଙ୍କୁ ନିଜର ଶ୍ୱଶୁର ବୋଲି କହିବାକୁ ସବୁବେଳେ ସଙ୍କୋଚ କରୁଥିଲା। ତା' ପଛରେ କାରଣଟେ ଥିଲା। ତା' ବିବାହରେ ଶ୍ୱଶୁରଙ୍କର ସମ୍ମତି ନ ଥିଲା। କଳ୍ପନାର ବାପା ରାଜ୍ୟର ଜଣେ ନାମୀ ଡାକ୍ତର। ସେ ଚାହୁଁଥିଲେ ତାଙ୍କ ଝିଅକୁ ତାଙ୍କ ପରି ଜଣେ ଡାକ୍ତର ସାଙ୍ଗରେ ବାହା ଦେବେ। ଠିକାଦାରୀ ବୃତ୍ତି ପ୍ରତି ତାଙ୍କର କୌଣସି ପ୍ରକାର ସମ୍ମାନ ନ ଥିଲା। ସେ ଭାବୁଥିଲେ, ଏଇ ବେପାରରେ କିଛି ସ୍ଥାୟୀ ଉପାର୍ଜନ ନାହିଁ। ଠିକାଦାରୀ କରି ସମାଜରେ ପ୍ରତିଷ୍ଠିତ ହେବା କାଠିକର ପାଠ ଓ ରଣଜିତ୍ ପରି ଗୋଟିଏ ଅପରିଣାମଦର୍ଶୀ ଯୁବକ ଠାରୁ ସେ ସେହି ଧରଣର ନିଷ୍ଠା ଆଶା କରୁ ନଥିଲେ। ଫଳ ଏମିତି ହେଲା, କଳ୍ପନା ଓ ରଣଜିତ୍ ଉଭୟେ ନିଯେ ନିଜ ଘରୁ ଲୁଚି ପଳେଇ ଯାଇ ରେଜିଷ୍ଟ୍ରି ମ୍ୟାରେଜ୍ କରି ବସିଥିଲେ। ଏହି ବିଚାରକୁ କଳ୍ପନାର ବାପା ସ୍ୱୀକାର କରି ନ ଥିଲେ। ସେଥିପାଇଁ ସେ ବାହାଘର ସରିବାର ବର୍ଷେ ପର୍ଯ୍ୟନ୍ତ ଝିଅକୁ ଫେରାଇ ନେବା ପାଇଁ ଓ ଅନ୍ୟତ୍ର ତା'ର ବାହାଘର କରିଦେବା ପାଇଁ ବହୁ ଯୋଜନା କରିଥିଲେ। ସେସବୁ ଯେତେବେଳେ ସଫଳ ହେଲା ନାହିଁ, ସେତେବେଳେ ସେ ଝିଅକୁ ଓ ତା' ସାଙ୍ଗରେ ରଣଜିତ୍‌କୁ ଭୁଲିଯିବା ପାଇଁ ଚେଷ୍ଟା କରିଥିଲେ। ଅନେକ ବର୍ଷ ପର୍ଯ୍ୟନ୍ତ ଉଭୟ ପରିବାର ଭିତରେ କଥାବାର୍ତ୍ତା ନଥିଲା। ରଣଜିତ୍ କହିଲା, "ଗୋଟେ ପାଖରେ ମୋର କ୍ୟାରିୟର୍ ଓ ଆଉ ଗୋଟିଏ ପାଖରେ ମୋର ଅଭିମାନ। ଶେଷରେ ମୁଁ ଅଭିମାନକୁ ଭୁଲି କଳ୍ପନାର କଥା ମାନି ନେଲି। ପ୍ରଥମେ ଲକ୍ଷ ଟଙ୍କା ଦେବେ ବୋଲି ଶ୍ୱଶୁର ରାଜି ହେଲେ। ତାଙ୍କ ଘରକୁ ଯିବା ପାଇଁ ମୋର ଇଚ୍ଛା ନ ଥିଲେ ବି ଟଙ୍କା ଆଣିବା ପାଇଁ ଗଲି।" ସେ ଟଙ୍କା ଦେଲେ? ହଁ, ଦେଲେ। ଲକ୍ଷେ ଟଙ୍କା ଦେଇ ଅପମାନିତ କରିବାକୁ ଗୋଟେ ସୁଯୋଗ ସେ ଚାହୁଁଥିଲେ ହୁଏତ। ଛାଡ଼, ସେସବୁ ଅଲଗା କଥା। ଲକ୍ଷେ ଟଙ୍କା ନେଇ ଗୋଟେ ଟ୍ୟାକ୍ସିରେ ମୁଁ ଫେରୁଥାଏ। ଦେଉଳି ଛକ ତିନି ଚାରି କିଲୋମିଟର ଦୂର ଅଛି, ଗାଡ଼ିଟାର ଷ୍ଟାର୍ଟ ବନ୍ଦ ହୋଇଗଲା। ଡ୍ରାଇଭର ଓହ୍ଲେଇ ଯାଇ ହୁଡ୍ ଟେକି କ'ଣ ସବୁ ଖୋଜାଖୋଜି କଲା। ମାତ୍ର ତା'ର ଚେଷ୍ଟା ସତ୍ତ୍ୱେ ନଈବନ୍ଧ ଉପରେ ଗାଡ଼ିଟା ପଡ଼ି ରହିଲା, ଯେତେ ଯାହା କଲେ ବି ଚଙ୍କିଲା ନାହିଁ। ସେତେବେଳକୁ ସଞ୍ଜ ଗଡ଼ିଗଲାଣି। ନିଛାଟିଆ ରାସ୍ତା। ହାତରେ ପୁଣି ଟଙ୍କା ବ୍ୟାଗ୍। ମୁଁ ବାଧ୍ୟ ହୋଇ ଗାଡ଼ିରୁ ଓହ୍ଲେଇ ଚାଲିବାରେ ଲାଗିଲି। ବାଟରେ କାହାଠୁ ଗୋଟେ ଲିଫ୍ଟ ପାଇଯିବି, ଏଇ ଆଶାରେ ଡ୍ରାଇଭର ଜିମାରେ ଗାଡ଼ି ଦେଇ ନଈବନ୍ଧ ରାସ୍ତା ଧରିଲି। ସେତେବେଳକୁ ନଈକୂଳ ରାସ୍ତା ଏତେ ଜନାକୀର୍ଣ୍ଣ ହୋଇ ନ ଥାଏ। ରାସ୍ତାରେ କୋଉଠି ବି ଲାଇଟ୍ ନ ଥାଏ। ମେଘଢ଼ଙ୍କା ଆକାଶ। ଘଣ୍ଟାକୁ ଚାହିଁ ଦେଖିଲି, ରାତି ଆଠଟା ବାଜିବ। କିଛି ବାଟ ଆସିବା ପରେ ମୁଁ ଅନୁମାନ କଲି ଦି' ତିନିଜଣ ଲୋକ ଟର୍ଚ୍ଚ ପକେଇ ପକେଇ ମୋତେ ଅନୁସରଣ କରୁଛନ୍ତି। ମଝିରେ ମଝିରେ ଟର୍ଚ୍ଚ ଜଳି ଉଠୁଛି, ପୁଣି ଲିଭି ଯାଉଛି। ମୋର ଆଶଙ୍କା ହେଲା ଏମାନେ ନିଶ୍ଚୟ ଡକେଇତ। ମୋର ଟଙ୍କା ନେଇ ଆସିବା ଖବର ଏମାନେ ବୋଧେ ପାଇ ଯାଇଛନ୍ତି। ହୁଏତ ଟ୍ୟାକ୍ସି ଡ୍ରାଇଭରଟା ଏଇ ଡକାୟତ ଦଳକୁ ଖବରଟା ଦେଇଛି। ତାହା ନ ହେଲେ ଏଇଠି ଗାଡ଼ିଟାକୁ ସେ ଛିଡ଼ା କରାଇଥାନ୍ତା କାହିଁକି? ମୁଁ ଆହୁରି ଡରିଗଲି। ମୋତେ ରଣଜିତ୍‌ର କଥା ଗୋଟେ ଗୁଇନ୍ଦା ଉପନ୍ୟାସର କଥା ପରି ଶୁଭୁଥାଏ। ମୁଁ ପାଖକୁ ଘୁଞ୍ଚି ଆସି ପଚାରିଲି, "ବଡ଼ ଭୟଙ୍କର କଥା ତ!"